ତା' ମୁନିଆଁ ଦାନ୍ତରେ ଜାମା ଫୁଟି ମୋ କାନ୍ଧ ମଧ୍ୟ ଫୁଟିଗଲା। ମୋତେ ଅସହ୍ୟ ଯନ୍ତ୍ରଣା ହେଉଥାଏ; ଝରଝର ରକ୍ତ ବି ଗଡ଼ି ପଡ଼ୁଥାଏ। କିଛି ବାଟ ଗଲା ପରେ ମୋତେ ପୁଣି ସେ ତଳେ ଶୁଆଇ ଦେଲା। ଚାରିପାଖରେ ଚାରି ଗୋଡ଼ ରଖି ଠିଆ ହୋଇ ରହିଲା। ମୁଁ ଠିକ୍ ତା' ପେଟ ତଳେ ରହିଥାଏଁ। ମୁଁ ସ୍ଥିର ଜାଣିଲି ଯେ, ମୋ ଜୀବନ ଆଉ ଅଳ୍ପ ସମୟ ମାତ୍ର। ଏହି ବଣ ଭିତରେ ସମସ୍ତଙ୍କ ଅଜାଣତରେ ସିଂହ କାମୁଡ଼ାରେ ହିଁ ଛଟପଟ ହୋଇ ମରିବି। ଦୁନିଆରେ କେହି ମୋ ବିଷୟରେ କିଛି ଜାଣିପାରିବେ ନାହିଁ। ମୁଁ ପ୍ରଥମେ ତଳମୁହଁ। ହୋଇ ପଡ଼ିଥିଲି ସିଂହ ତା' ଆଗ ଗୋଡ଼ ପଞ୍ଝାରେ ପୁଣି ମୋତେ ଓଲଟାଇ ପକାଇଲା। ମୁଁ ଚିତ୍ ହୋଇ ପଡ଼ିଲି ଓ ଏଥରକ ସିଂହ ମୁହଁକୁ ସାହସ କରି ଟିକିଏ ଚାହିଁଲି-। କ୍ରମେ ମୋ ଦେହ ଅବଶ ହୋଇ ଆସୁଥାଏ। ମୋର ହଠାତ୍ ମନେ ପଡ଼ିଗଲା, ମୋ ଅଣ୍ଟାରେ ଗୋଟାଏ ଛୁରା ଅଛି। ମୁଁ ସବୁବେଳେ ସେ ଦାଢ଼ୁଆ ଛୁରାଟି ମୋ ପାଖରେ ରଖିଥାଏ। ସିଂହ ସେହିପରି ଠିଆ ହୋଇ ଗୋଟାଏ ଗର୍ଜନ ଛାଡ଼ିଲା। କିଛି ସମୟ ଲାଙ୍ଗୁଡ଼ ପିଟିଲା; ପୁଣି ଗର୍ଜନ କଲା। ମୁଁ ଜାଣିଗଲି, ସିଂହ ଗର୍ଜନ କରି ତା' ସାଙ୍ଗକୁ ଡାକୁଛି। ସେ ଏକା ମୋତେ ଖାଇବ ନାହିଁ; ଦୁହେଁଯାକ ସାଙ୍ଗ ହୋଇ ଖାଇବେ। ତିନି ଥର ସେ ଗର୍ଜନ କଲା। ଆଖପାଖରେ ବଜ୍ର ପଡ଼ି ଘଡ଼ଘଡ଼ି ମାଇଲେ ଯେପରି ଶବ୍ଦ ହୁଏ, ମୋ କାନପାଖରେ ସିଂହ ଗର୍ଜନ ଠିକ୍ ସେହିପରି ଜଣାଯାଉଥାଏ। ପ୍ରତିଥର ଗର୍ଜନରେ ମୋ ଦେହରୁ ପ୍ରାଣ ଛାଡ଼ିଗଲା ପରି ଲାଗୁଥାଏ। ତଥାପି ସାହସ ବାନ୍ଧିଲି। ଖାଇବି ହାତରେ ଆସ୍ତେ ଅଣ୍ଟାରୁ ଛୁରାଟି ବାହାର କରି ଆଣିଲି। ଖୁବ ଦୃଢ଼ଭାବରେ ଧରିଥାଏ। ସିଂହ ଅଳ୍ପ ସମୟ ଅପେକ୍ଷା କରି ପୁଣି ଗର୍ଜନ କରିବାକୁ ଆରମ୍ଭ କଲା। ସେ ଗର୍ଜନ କଲାବେଳେ ଉପରକୁ ମୁହଁ ଟେକୁଥାଏ। ଏଥରକ ମୁହଁ ଉପରକୁ ଟେକିଲା ମାତ୍ରକେ ମୁଁ ଛୁରାଟା ଖୁବ୍ ଜୋରରେ ତା' ଛାତିରେ ଭୁଷିଦେଲି। ଛୁରାଟି ବେଣ୍ଟ ପର୍ଯ୍ୟନ୍ତ ତା' ଦେହ ଭିତରକୁ ଗଳିଗଲା। ତା' ଗର୍ଜନ ସେହିଠାରେ ରହିଗଲା। ଆଶ୍ଚର୍ଯ୍ୟର କଥା, ସିଂହଟା ସେଠାରେ ପଡ଼ିଲା ନାହିଁ କି ମୋତେ ଆଉ କୌଣସି ପ୍ରକାରେ ଆଘାତ କଲା ନାହିଁ। ମୋ ଉପରୁ ଡେଇଁପଡ଼ି ଆଗକୁ ଚାଲିଗଲା। ତା'ପରେ ବାଁ ପାଖରେ ଥିବା ଗୋଟାଏ ବୁଦା ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା। ମୋର ଉଠିବାକୁ ଶକ୍ତି ନ ଥାଏ। ସେହି ସମୟରେ ଅଳ୍ପ ଦୂରରେ ପୁଣି ସିଂହ ଗର୍ଜନ ଶୁଣାଗଲା। ମୁଁ ଜାଣିଲି ଯେ, ସିଂହର ଗର୍ଜନ ଶୁଣି ସିଂହୀ ଆସିଗଲା। ମୁଁ ତରତର ହୋଇ ଉଠି ପାଖରେ ଥିବା ଗଛ ଉପରେ ଚଢ଼ିଗଲି। ଗୋଟାଏ ଡାଳରେ ପେଟେଇ ପଡ଼ିଲି। ମୋ କୁକୁରଟା କୁଆଡ଼ୁ ଆସି ସେ ଗଛମୂଳେ ବସିଥାଏ। ମୁଁ ତାକୁ ବହୁତ ଥର ହୁରୁଡ଼ାଇଲି; ମାତ୍ର ସେ ସେଠାରୁ ଜମା ଗଲା ନାହିଁ। ମୁଁ ରାଗରେ ଗୋଡ଼ରୁ ପଟେ ଜୋତା ଫିଟାଇ ତା' ଉପରକୁ ଫୋପାଡ଼ିଲି। ସେ ଜୋତା ମାଡ଼ ଖାଇ ଟିକିଏ ଘୁଞ୍ଚିଗଲା, ପୁଣି ଆସି ଗଛମୂଳେ ବସିଲା। ଚାହୁଁ ଚାହୁଁ ସିଂହୀ ଆସି ସେଠାରେ ପହଞ୍ଚିଗଲା, ଗଛମୂଳେ ଓ ପାଖଆଖ ଜାଗା ଆଗ ଶୁଙ୍ଘି ପକାଇଲା। ତା'ପରେ ଶୁଙ୍ଘି ସେ ବୁଦାଆଡ଼କୁ ଗଲା। ମୁଁ ଗଛରୁ ଚାହିଁ ଦେଖୁଥାଏଁ, ବୁଦା ଭିତରେ ଅଳ୍ପ ଦୂରରେ ସିଂହଟା ପଡ଼ିଛି-ବୋଧହୁଏ ମରିଗଲାଣି। ସିଂହୀ ତା' ପାଖକୁ ଯାଇ ତାକୁ ଶୁଙ୍ଘିଲା, ମୁହଁରେ ବହୁତ ଠେଲାଠେଲି କଲା। ଶେଷକୁ ପୁଣି ଗର୍ଜନ ଛାଡ଼ି ଗଛ ମୂଳକୁ ଦଉଡ଼ି ଆସିଲା। ସେ କେତେବେଳୁ ଦେଖିସାରିଲାଣି ଯେ, ମୁଁ ଗଛ ଡାଳରେ ବସିଛି। ମୋତେ ଧରିବା ପାଇଁ ସେ କୁଦା ମାଇଲା। ଡାଳ ପାଖରେ ପହଞ୍ଚିବାକୁ ଠିକ୍ ହାତେ ବାଟ ଅଛି, ତଳେ ବାଘା କୁକୁର ଭୋ ଭୋ ଗର୍ଜିଉଠିଲା। ସିଂହୀଟା ଲାଥୁ କରି ତଳେ ପଡ଼ିଗଲା। ରାଗରେ କୁକୁରକୁ କାମୁଡ଼ିବାକୁ ଗୋଡ଼ାଇଲା; ମାତ୍ର କୁକୁର ଦଉଡ଼ି ପଳାଇଗଲା। ଟିକିଏ ସମୟ ଗଛମୂଳେ ବସି ସିଂହୀ ପୁଣି କୁଦା ମାଇଲା। ସେତେବେଳେ ମଧ୍ୟ ବାଘା ତାକୁ ସେହିପରି ବାଧା ଦେଲା। ସିଂହୀ ଏଣେ ମୋତେ ଧରିପାରୁ ନ ଥାଏ, କି ତେଣେ ବାଘାକୁ ମାରିପାରୁ ନ ଥାଏ। ଥରେ ଉପରକୁ କୁଦା ମାରେ, ଥରେ ବାଘା ପଛରେ ଗୋଡ଼ାଏ-ଏହିପରି ଦୁଇ ଘଣ୍ଟାଯାଏ ଚାଲିଥାଏ।